ଟ୍ରାନ୍ସ୍ ସଙ୍ଗୀତର ବେଗ ଓ ଗଠନଏହି ଶୈଳୀରେ ମିନିଟ୍ ପ୍ରତି ଶହେ ପଚିଶରୁ ଶହେ ପଞ୍ଚାଶଟି ତାଳ ରହିଥାଏ ଓ ଏହାର ବେଗ ହାଉସ୍ ଶୈଳୀରୁ ଅଧିକ। ଟ୍ରାନ୍ସ୍ ଗୀତରେ ଗୀତର ବେଗ ଧୀରେ ଧୀରେ ବଢ଼େ।ମିକ୍ସ୍-ଇନ୍ ଓ ମିକ୍ସ୍-ଆଉଟ୍ ଉପକ୍ରମଣିକା ବେଗକୁ ମିକ୍ସ୍ ଇନ୍ ଓ ଉପସଂହାର ବେଗକୁ ମିକ୍ସ୍ଆ ଉଟ୍ କୁହାଯାଏ। ଡିଜେମାନଙ୍କୁ ସମତଳରେ ରହିଥିବା ପୂର୍ବ ଗୀତର ମିକ୍ସ୍ଆ ଉଟ୍ ଅଂଶ ସହିତ ଆଗାମୀ ଗୀତର ମିକ୍ସ୍-ଇନ୍ ମିଶାଇବାକୁ ପଡ଼େ।ସ୍ୱର ଓ ପୁନରାବୃତ୍ତି କ୍ଷିପ୍ର ଗତିରେ ଚାଲୁଥିବା ତାଳ ସହିତ ଅନେକ ଛୋଟ ଧ୍ୱନି ମିଶାଯାଏ। ଟ୍ରାନ୍ସ୍ ଗୀତରେ ଏକ ମୂଳ ହୁକ୍ ବା ମୁଖ୍ୟ ସ୍ୱର ରହିଥାଏ। ସମଗ୍ର ଗୀତରେ ଏହି ସ୍ୱରଟି ଅନବରତ ବାଜୁଥାଏ। ଗୀତର ଆବେଗ ଅନୁସାରେ ଏହି ପୁନରାବୃତ୍ତି ସମୟ ଦୁଇଟି ତାଳରୁ ନେଇ ବତ୍ରିଶଟି ବାର୍ ମଧ୍ୟରେ ଯେକୌଣସି ସମୟରେ ହୋଇପାରେ।ବର୍ତ୍ତମାନ ସମୟରେ ଟ୍ରାନ୍ସ୍ ସଙ୍ଗୀତ ଇଲେକ୍ଟ୍ରୋ, ପ୍ରୋଗ୍ରେସିଭ୍ ହାଉସ୍ ପରି ନୂତନ ଶୈଳୀ ମଧ୍ୟ ବ୍ୟବହାର କଲାଣି। ହାଉସ୍ ସଙ୍ଗୀତରେ ପ୍ରତି ମିନିଟ୍‌କୁ ଶହେ କୋଡ଼ିଏରୁ ଶହେ ପଞ୍ଚତିରିଶଟି ତାଳ ରହିଥାଏ।ଟ୍ରାନ୍ସ୍ ସଙ୍ଗୀତର ବିଭିନ୍ନ ଶ୍ରେଣୀସାଧାରଣତଃ ଟ୍ରାନ୍ସ୍ ସଙ୍ଗୀତକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇ ନ ଥାଏ କିନ୍ତୁ ଲୋକମୁଖରେ ପ୍ରଚଳିତ ହୋଇ ଏହାର କେତେକ ଶ୍ରେଣୀ ସୃଷ୍ଟି ହୋଇଛି ଅପ୍ଲିଫ୍ଟିଂଗ୍ ଟ୍ରାନ୍ସ୍ ଏହାକୁ ଆମେ ଆନ୍ଥେମ୍ ଟ୍ରାନ୍ସ୍, ଏପିକ୍ ଟ୍ରାନ୍ସ୍, ବ୍ୟବସାୟିକ ଟ୍ରାନ୍ସ୍, ଷ୍ଟାଡ଼ିୟମ୍ ଟ୍ରାନ୍ସ୍ ବା ୟୁଫୋରିକ୍ ଟ୍ରାନ୍ସ୍ ମଧ୍ୟ କୁହାଯାଏ। ଏହି ଶୈଳୀ ପାଶ୍ଚାତ୍ୟ ପାରମ୍ପରିକ ସଙ୍ଗୀତରୁ ପ୍ରଭାବିତ ହୋଇଥିଲା। ଫେରି କୋର୍ଷ୍ଟେନ୍ଆ ର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ପୁଶ୍, ପଂକ୍, ରାଂକ୍-ୱାନ୍ ପରି ଅନେକ ଡିଜେ ଏହି ଶୈଳୀକୁ ଜନାଦୃତ କରାଇଥିଲେ।ଅର୍କେଷ୍ଟ୍ରାଲ୍ ଅପ୍ଲିଫ୍ଟିଂଗ୍ ଟ୍ରାନ୍ସ୍ ଆଣ୍ଡି ବ୍ଲୁମ୍ୟାନ୍, ସିରୋ ଭିଜୋନେ, ସାଉଣ୍ଡଲିଫ୍ଟ୍ ଆର୍କ୍ଟିକ୍ ମୁନ୍ ସର୍ଗି ନେଭୋନ୍ ଓ ସିମୋନ୍ ଓ'ଶାଇନ୍ ପରି କଳାକାରମାନଙ୍କ ଯୋଗୁଁ ଅପ୍ଲିଫ୍ଟିଂଗ୍ ଟ୍ରାନ୍ସ୍ ୱିଥ୍ ସିଂଫୋନିକ୍ ଅର୍କେଷ୍ଟ୍ରା ବେଶ୍ ଜନପ୍ରିୟ ହୋଇଛି।ୟୁରୋ ଟ୍ରାନ୍ସ୍ ବ୍ୟବସାୟିକ ସ୍ତରରେ ସମସ୍ତ ପ୍ରକାରର ଇଉରୋପୀୟ ଟ୍ରାନ୍ସ୍ ଓ ଡାନ୍ସ୍ ସଙ୍ଗୀତକୁ ୟୁରୋ ଟ୍ରାନ୍ସ୍ ଭାବେ ଅଭିହିତ କରାଯାଏ।ଟେକ୍ ଟ୍ରାନ୍ସ୍ ଓ ଭୋକାଲ୍ ଟ୍ରାନ୍ସ୍ଟେକ୍ନୋ ଓ ଟ୍ରାନ୍ସ୍ର ମିଶ୍ରଣରେ ଟେକ୍ ଟ୍ରାନ୍ସ୍ ଏବଂ ଟ୍ରାନ୍ସ୍ ସଙ୍ଗୀତରେ କଣ୍ଠଦାନ କଲେ ତାହାକୁ ଭୋକାଲ୍ ଟ୍ରାନ୍ସ୍ କୁହାଯାଏ।ଡ୍ରିମ୍ ଟ୍ରାନ୍ସ୍ ରବର୍ଟ୍ ମାଇଲ୍ସ୍ ନାମକ ଜଣେ ଡିଜେ ଏହି ଶୈଳୀର ଆରମ୍ଭ କରାଇଥିଲେ।ଟ୍ରାନ୍ସ୍ ସଙ୍ଗୀତର ଉତ୍ସବସମଗ୍ର ବିଶ୍ୱରେ ଅନୁଷ୍ଠିତ ହେଉଥିବା କେତେକ ମୁଖ୍ୟ ଟ୍ରାନ୍ସ୍ ସଙ୍ଗୀତ ଉତ୍ସବ ଦେଶ ସ୍ଥାନଉତ୍ସବର ନାମବିବରଣୀଚୀନ୍ସ୍ପିରିଟ୍ ଟ୍ରାଇବ୍ୟୁନାନ୍ର କୁନ୍ମିଂଗ୍ ସହର ବାହାରେ ନିୟମିତ ଅନୁଷ୍ଠିତ ହୁଏ।ଭାରତ ଗୋଆ ସନ୍ବର୍ଣ୍ଣ୍ ଉତ୍ସବମସିହା ଡିସେମ୍ବର ମାସରେ ପ୍ରଥମ କରି ଆରମ୍ଭ ହୋଇଥିଲା। ଏଥିରେ କାର୍ଲ୍ କକ୍ସ୍ ଓ ଜନ୍ 'ଶୂନ୍ୟ ଶୂନ୍ୟ' ଫ୍ଲେମିଂଗ୍ ପରି ଡିଜେ ଯୋଗ ଦେଇଥିଲେ। ଗୋଟିଏ ମସିହାର ସନ୍ବର୍ଣ୍ଣ୍ ଉତ୍ସବ ତିନି ଦିନ ଧରି ଚାଲିଥିଲା ଓ ଏଥିରେ ପାଞ୍ଚ ହଜାରରୁ ଅଧିକ ସଙ୍ଗୀତପ୍ରେମୀ ଯୋଗ ଦେଇଥିଲେ।ଜାପାନରି-ବର୍ଥ୍ ଉତ୍ସବସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରସିଦ୍ଧ।ବ୍ରାଜିଲ୍ ଦକ୍ଷିଣ ଆମେରିକା ୟୁନିଭର୍ସୋ ପାରାଲେଲୋଦକ୍ଷିଣ ଆମେରିକାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଉତ୍ସବ। ଏହାଛଡ଼ା ଶିବାନେରିସ୍ ଇଷ୍ଟର୍ ଉତ୍ସବ, ଟ୍ରାନ୍ସ୍ ଇନ୍ ମୁନ୍, ଫେଷ୍ଟିଭାଲ୍ ମୁଣ୍ଡୋ ଡି ଓଜି ଓ ଆର୍କାନା ଉତ୍ସବ ଆଦି ପ୍ରସିଦ୍ଧ